କେଉଁଟି ସେ ବିଷୟରେ ଭାରତ ଓ ଚୀନ୍‌ର ମତ ଭିନ୍ନ ଭିନ୍ନ। ଦୁଇ ହଜାର ତେର ମସିହାରେ ଚୀନ୍‌ର ସୈନିକମାନେ ପ୍ରକୃତ ନିୟନ୍ତ୍ରଣ ସୀମାରୁ ପ୍ରାୟ ଦଶ କିଲୋମିଟର ଭିତରକୁ ଅତିକ୍ରମଣ କରି ଦୌଲତ ବେଗ୍ ଲୋଟି ଅଞ୍ଚଳରେ ଶିବିର ସ୍ଥାପନା କରିଛନ୍ତି ବୋଲି ଭାରତ ଅଭିଯୋଗ କଲା। ପରବର୍ତ୍ତୀ ସମୟରେ ଏହି ଅନୁପ୍ରବେଶ ପ୍ରାୟ ଉଣେଇଶ କିଲୋମିଟର ଭିତର ପର୍ଯ୍ୟନ୍ତ ବୋଲି କୁହାଗଲା। ଭାରତୀୟ ଗଣମାଧ୍ୟମ ଅନୁସାରେ, ଅନୁପ୍ରବେଶରେ କେବଳ ସ୍ଥଳସେନା ସାମିଲ ନୁହନ୍ତି ବରଂ ଚୀନୀ ହେଲିକପ୍ଟର ଭାରତୀୟ ଆକାଶ କ୍ଷେତ୍ରରେ ପ୍ରବେଶ କରି ଖାଦ୍ୟପଦାର୍ଥ ଯୋଗାଉଛନ୍ତି ବୋଲି ପ୍ରକାଶ ପାଇଲା। ଚୀନ୍‌ର ସେନା ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ତା’ ପରେ ଦୁଇ ପକ୍ଷର ସୈନିକ ଛାଉଣୀ ତିଆରି କରି ଏହି କ୍ଷେତ୍ରରେ ଜଗି ରହିଲେ। ମଇ ମାସରେ ଉଭୟ ଦେଶ ନିଜ ସୈନିକମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତିରେ ସୁଧାର ଆସିଲା। ଦୁଇ ହଜାର ଚଉଦ ମସିହା ସେପ୍ଟେମ୍ବର ମାସରେ ଭାରତୀୟମାନେ ସୀମାନ୍ତ ଗାଁ ଡେମ୍‌ଚୋକ୍ ନିକଟରେ ଏକ କେନାଲ୍ ନିର୍ମାଣ କରିବା ଅଭିଯୋଗରେ ପୁଣି ଚୀନ୍‌ର ସୈନ୍ୟ ଓ ସାଧାରଣ ଜନତା ବିଦ୍ରୋହ କଲେ। ସୀମା ନିକଟରେ ସୈନ୍ୟବଳ ପୁଣି ଠିଆ ହେଲେ। ପ୍ରାୟ ତିନି ସପ୍ତାହ ପରେ ଦୁଇ ପକ୍ଷ ସେନା ଅପସାରଣ କରିବାରୁ ବିବାଦ ଥମିଲା। ଭାରତୀୟ ସେନାର ଅଭିଯୋଗ ଅନୁସାରେ ସୀମାରୁ ତିନି କିଲୋମିଟର ଭିତରକୁ ଚୀନ୍‌ର ଏକ ସୈନ୍ୟ ଶିବିର ରହିଛି। ବି. ବି. ସି. ୱେବ୍‌ସାଇଟରେ ଥିବା ଏକ ସମ୍ପାଦକୀୟରେ ଲେଖାଯାଇଛି ଯେ ପ୍ରତି ଥର ଅନୁପ୍ରବେଶ ବେଳେ ଚୀନ୍ କିଛି ନୂଆ କ୍ଷେତ୍ର ଅକ୍ତିଆର କରିନିଏ। ଭାରତୀୟ ସେନା ଦ୍ୱାରା ଏକ ବିବାଦୀୟ ଚୀନୀ ନିରୀକ୍ଷଣ ମଞ୍ଚା ଭାଙ୍ଗିଦିଆଯିବା ଅଭିଯୋଗ କରି ଉତ୍ତର ଲଦାଖ୍‌ର ବୁର୍ସ୍ତେ ଅଞ୍ଚଳରେ ଦୁଇ ପକ୍ଷର ସେନା ଦୁଇ ହଜାର ପନ୍ଦର ମସିହା ସେପ୍ଟେମ୍ବର ମାସରେ ମୁହାଁମୁହିଁ ହୋଇଥିଲେ। ଚୀନ୍ ଏହି ନିରୀକ୍ଷଣ ମଞ୍ଚଟିକୁ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ସମୀପରେ ନିର୍ମାଣ କରୁଥିବା ଭାରତର ଅଭିଯୋଗ ରହିଥିଲା। ଦୁଇ ହଜାର ସତର ମସିହା ଜୁନ୍ ମାସରେ ଡୋକଲାମ୍ ମାଳଭୂମିର ଦକ୍ଷିଣ ପାର୍ଶ୍ୱରେ ସ୍ଥିତ ଡୋକା ଲା ଗିରିପଥ ନିକଟରେ ଚୀନ୍‌ର ସେନା ଏକ ସଡ଼କର ପ୍ରସାରଣ କରୁଥିବା ସମୟରେ ଭାରତୀୟ ସେନା ଏହାର ବିରୋଧ କଲେ ଓ ଦୁଇ ସେନା ସେଠାରେ ମୁହାଁମୁହିଁ ହୋଇଥିଲେ। ଏହା ଡୋକଲାମ୍ ବିବାଦ ନାମରେ ଜଣାଶୁଣା। ଭାରତ ଭୁଟାନ୍‌କୁ ସାମରିକ ସାହାଯ୍ୟ ଦେଇଆସିଛି ଓ ଭାରତ ଏବଂ ଭୁଟାନ୍ ମଧ୍ୟରେ ଅନେକ “ବିଶେଷ ବୁଝାମଣା” ରହିଛି। ଡୋକଲାମ୍ ନିକଟରେ ବିବାଦୀୟ କ୍ଷେତ୍ରରେ ଚୀନ୍ କରୁଥିବା ସଡ଼କ ସମ୍ପ୍ରସାରଣକୁ ଭୁଟାନ୍ ପୂର୍ବରୁ ବିରୋଧ କରିଆସୁଥିଲା। ଭାରତ ଭୁଟାନ୍‌ର ଅନୁରୋଧ କ୍ରମେ ଚୀନ୍‌ର ଏହି ସମ୍ପ୍ରସାରଣ ବିରୋଧରେ ସୈନ୍ୟ ନିୟୋଜିତ କରିଥିବାର ଦାବି କରିଥିଲା। ଦୁଇ ହଜାର ସତର ମସିହା ଅଗଷ୍ଟ ଅଠେଇଶ ତାରିଖରେ ଦୁଇ ଦେଶ ଡୋକଲାମ୍‌ରୁ ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରିଥିଲେ। ଗୋଟିଏ ଦିନରେ ଦୁଇ ପକ୍ଷରୁ ସୈନ୍ୟବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଥିଲା। ଉଣେଇଶ ଶହ ସତଷଠି ମସିହାରେ ଚୀନ୍ ଓ ଭାରତ ମଧ୍ୟରେ ନାଥୁ-ଲା ଓ ଚୋ-ଲା ଗିରିପଥରେ ଓ ସିକ୍କିମ୍ ରାଜ୍ୟର କେତେକ ଅଂଶରେ ଅନେକ ସଂଘର୍ଷ ଘଟିଥିଲା। ସେହି ସମୟରେ ସିକ୍କିମ୍‌କୁ ଭାରତ ସୁରକ୍ଷା ପ୍ରଦାନ କରୁଥିଲା। ସଂଘର୍ଷ ସମାପ୍ତି ପରେ ସିକ୍କିମ୍‌ରୁ ଚୀନୀ ସେନା ପ୍ରତ୍ୟାହାର ହୋଇଥିଲା। ଉଣେଇଶ ଶହ ପଚସ୍ତରୀ ମସିହାରେ ନିଜ ରାଜ୍ୟବାସୀଙ୍କ ବହୁମତ କ୍ରମେ ସିକ୍କିମ୍‌ର ରାଜା ନିଜ ରାଜ୍ୟକୁ ଭାରତ ଦେଶରେ ମିଶାଇବାକୁ ମନସ୍ଥ କଲେ। ଚୀନ୍ ଏହାକୁ ଅବୈଧ କହି ଏହାର ବିରୋଧ କଲା। ଦୁଇ ହଜାର ତିନିରେ ଚୀନ୍-ଭାରତ ମେମୋରାଣ୍ଡମ୍ ସମୟରେ ଭାରତର ସିକ୍କିମ୍ ଅଧିକାରକୁ ଚୀନ୍ ସ୍ୱୀକୃତି ଦେବା ପରେ ଚୀନ୍‌ର ମାନଚିତ୍ରରେ ସିକ୍କିମ୍ ଏକ ଭାରତୀୟ ରାଜ୍ୟ ଭାବେ ଦର୍ଶିତ ହେଲା ଓ ଚୀନ୍‌ର ବିଦେଶ ମନ୍ତ୍ରଣାଳୟ ନିଜର “ସୀମାନ୍ତବର୍ତ୍ତୀ ସ୍ୱାୟତ୍ତ ଦେଶ ଓ ରାଜ୍ୟର” ତାଲିକାରୁ ସିକ୍କିମ୍‌ର ନାମ ବାହାର କଲା। କିନ୍ତୁ ଅଙ୍ଗୁଳି ନାମରେ ଜଣାଶୁଣା ସିକ୍କିମ୍‌ର ଉତ୍ତରତମ ବିନ୍ଦୁ ବର୍ତ୍ତମାନ ସୁଦ୍ଧା ବିବାଦୀୟ ଓ ସାମରିକ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଛି। ଚୀନୀ ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ଦୁଇ ହଜାର ପାଞ୍ଚ ମସିହାରେ ମତ ପୋଷଣ କରିଥିଲେ ଯେ ସିକ୍କିମ୍‌କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ କୌଣସି ବିବାଦ ରହିନାହିଁ।